ତମ ଆଗରେ ଯାହାକୁ ଆଦର୍ଶ ବୋଲି ଭାବୁଛ ତାକୁ ପରୀକ୍ଷା କର ଏବଂ ପରେ ଗ୍ରହଣ କର। ତମର ଧୈର୍ଯ୍ୟ ଓ ନିଷ୍ଠା ବଢ଼ିବ। ଏକ ନା ଅନେକ? ତମ ମନରେ ଏତେ ଦିଅଁ ଦେବତା ଦେଖି ସନ୍ଦେହ ହେଉଥିବ ଈଶ୍ୱର ଏକ ନା ଅନେକ-। ଏଣେ ଗୋବିନ୍ଦଙ୍କ ମନ୍ଦିର ତେଣେ ଶିବମନ୍ଦିର, ଏଣେ କାଳୀମନ୍ଦିର ତ ତେଣେ ଶ୍ରୀ ଦୁର୍ଗାମନ୍ଦିର-। ଆଲ୍ଲା, ଯୀଶୁ ଆଦି ପୁଣି ଅଛନ୍ତି। ଏ ପ୍ରଶ୍ନର ଉତ୍ତରଟି ଶୁଣ। ଶ୍ରୀରାମକୃଷ୍ଣ ପରମହଂସ ବିଭିନ୍ନ ତୀର୍ଥ ଭ୍ରମଣ କରିଥିଲେ। ସେତେବେଳେ ବାରାଣସୀରେ ପ୍ରସିଦ୍ଧ ସାଧୁ ତ୍ରୈଲଙ୍ଗ ସ୍ୱାମୀ ଥିଲେ। ତ୍ରୈଲଙ୍ଗ ସ୍ୱାମୀଙ୍କ କଥା ନିଶ୍ଚୟ ଶୁଣିଥିବ। ସେ ତେଲଙ୍ଗା ଦେଶର ଲୋକ ବୋଲି ତାଙ୍କୁ ତ୍ରୈଲଙ୍ଗ ବା ତେଲଙ୍ଗା ସ୍ୱାମୀ ବୋଲି ସମସ୍ତେ ଡାକୁଥିଲେ। କାଶୀରେ ଅବସ୍ଥାନ କାଳରେ ଶ୍ରୀରାମକୃଷ୍ଣ ଦେବ ଏ ବିଖ୍ୟାତ ସାଧୁଙ୍କୁ ଭେଟିଥିଲେ। ଶ୍ରୀରାମକୃଷ୍ଣ ଦେବ କହୁଥିଲେ-ଦେଖିଲି, ସାକ୍ଷାତ ବିଶ୍ୱନାଥ ତାଙ୍କର ଶରୀରଟି ଆଶ୍ରୟ କରି ପ୍ରକାଶିତ ହୋଇ ରହିଛନ୍ତି। ଉଚ୍ଚ ଜ୍ଞାନର ଅବସ୍ଥା। ଶରୀର ପ୍ରତି ନଜର ନାହିଁ। ଖରାରେ ବାଲି ଏତେ ତାତିଛି ଯେ ପାଦ ଦେବାର ସାଧ୍ୟ ନାହିଁ, ଅଥଚ ସେହି ବାଲି ଉପରେ ସେ ସୁଖରେ ଶୋଇଛନ୍ତି। କ୍ଷିରି ନେଇ ତାଙ୍କୁ ଖୋଇଲି। ସେତେବେଳେ ସେ କଥା କହୁ ନ ଥିଲେ। ମୌନୀ। ଇଶାରା କରି ପଚାରିଲି, ''ଈଶ୍ୱର ଏକ ନା ଅନେକ? '' ସେ ଖୁବ୍ ପ୍ରୀତ ହୋଇ ଇଶାରାରେ ବୁଝାଇ ଦେଲେ, 'ସମାଧିସ୍ଥ ହୋଇ ଦେଖ ତ ଏକ, ନ ହେଲେ ଯେତେ ସମୟ ମୁଁ, ତମେ, ଜୀବଜଗତ ଇତ୍ୟାଦି ନାନା ଜ୍ଞାନ ରହିଛି, ସେତେବେଳେ ଅନେକ। ' ରାମାୟଣର ଉପଦେଶ ତମେତ ଜାଣିଛ ପିଲାଏ ରାମାୟଣ କଥା। ପିତୃଆଜ୍ଞା ପାଳନ କରି ମହାପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସ ଗମନ କରିଥିଲେ। ତମେ ଏଇଠି ପଚାରିବ କାହିଁକି ଗଲେ? ନ ଯାଇଥିଲେ କ'ଣ ହୋଇ ନ ଥିନ୍ତା? ଜଙ୍ଗଲରେ ଏତେ କଷ୍ଟ ହେଲା ଏପରିକି ତାଙ୍କର ପ୍ରିୟତମା ଘରଣୀ ସୀତାଙ୍କୁ ରାବଣ ଚୋରାଇ ନେଇଗଲା। ଅନେକେ ହୁଏତ ମନେ କରିବ ଏସବୁ ମିଛ କଥା-। ରାମଚନ୍ଦ୍ର ଭଗବାନ ହେବେ କିପରି? ତାଙ୍କୁ ଯଦି ଏତେ ଦୁଃଖ-କଷ୍ଟ ସହିବାକୁ ପଡ଼ିଲା। ଶ୍ରୀଭଗବାନ ଯେତେବେଳେ ସବୁ କରିପାରନ୍ତି, ତେବେ ସେ ଇଚ୍ଛା କରିବା ମାତ୍ରକେ ରାବଣର ମୁଣ୍ତ ଦିଗଡ଼ ହୋଇଯାନ୍ତା। ସେମିତି କୃଷ୍ଣଙ୍କୁ ଜାରାଶବର କାଣ୍ତ ବିନ୍ଧି ମାରିଦେଲା କିପରି? ସେମିତି ପଚାରିବ ଯେ ଶ୍ରୀରାମକୃଷ୍ଣ ଦେବଙ୍କ କଣ୍ଠରେ କ୍ୟାନ୍ସର କାହିଁକି ହେଲା। ଏହା ଭିତରେ ଗୋଟିଏ ମଜାର କଥା ଅଛି। ଆମ ଭିତରେ ଯେଉଁ ଭଗବାନ ଅଛନ୍ତି ସେ ସବୁ ତମ ଭିତରେ, ମୋ ଭିତରେ ରହି ଖେଳ କରୁଛନ୍ତି। ଜଣେ ଚୋରୀ କରିବାକୁ ଭଲ ପାଉଛି ତ କେହି ଭଲ କାମରେ ମନ ଦେଉଛି। ତେଣୁ ଦିନରାତି ପାପ-ପୁଣ୍ୟର କର୍ତ୍ତା ସିଏ। ମହାପ୍ରଭୁ ଶ୍ରୀ ଚୈତନ୍ୟ ଆଉ ଯେତେ ସିଦ୍ଧ ସାଧକଙ୍କ କଥା ତମେ ସବୁ ଏହିପରି ଦେଖିବ। ମାତା କୌଶଲ୍ୟା ପୁତ୍ର ରାମଚନ୍ଦ୍ରଙ୍କୁ କହିଲେ, ତମକୁ ତ ଭଗବାନ ପୂର୍ଣ୍ଣବ୍ରହ୍ମ ବୋଲି ସାଧକଗଣ ଭାବୁଛନ୍ତି, ମୁଁ ତ ଭାବି ପାରୁନାହିଁ। ଶ୍ରୀରାମଚନ୍ଦ୍ର କହିଲେ-ମା' ଗୋ ସେମାନେ ବହୁ ଯୁଗ ଧରି ତପସ୍ୟା କରିଛନ୍ତି ତମେ କେବଳ ଗର୍ଭରେ ଧରି ଜନ୍ମ ଦେଇଛ। ଶ୍ରୀରାମକୃଷ୍ଣ ଦେବ ଉପଦେଶ ଦେଇଛନ୍ତି-ମୁଁ ଭଗବାନଙ୍କୁ ଦେଖିଛି। କଥାବାର୍ତ୍ତା କରିଛି-। ତମେ ବିଶ୍ୱାସ ଓ ଭକ୍ତିରେ ଲାଗିପଡ଼ ତାଙ୍କୁ